ଚାଲିଗଲେ ଗହଳ ଚହଳ କୋଳାହଳଠାରୁ, ବହୁ ଦୂରକୁ। ଆଡ଼ମ୍ବର ଐଶ୍ୱର୍ଯ୍ୟର ରାଜସ ବିଳାସ, ଅହଂକାର ବଡ଼ପଣିଆର ସୀମା ସଂକେତ ଠାରୁ ବହୁ ଊର୍ଦ୍ଧ୍ୱକୁ। ଏକୁଟିଆ ବସିଲେ ଯାଇ ସମୁଦ୍ର କୂଳ, ବାଙ୍କି ମୁହାଣ ପାଖ, ବାଲି ପନ୍ତାରରେ। ହୃଦୟରେ ତ ଶୋକ ଉଚ୍ଛୁଳି ଉଠୁଛି ଆଖିରେ ପାଣି ଜମି ଯାଉଛି। ଦାଶେ ସ୍ଥିର ହେଉଛନ୍ତି କେତେକେ। କିନ୍ତୁ ଏ ଅସ୍ଥିରତା ଏ ଅଭିମାନ, ଶୋକ। ସନ୍ତାପର ବୋଝ ସେ କାହାକୁ ଦେବେ। ଜୀବନଯାକ ସଂସାର ଦୁଃଖ ଦହନ ଜ୍ୱାଳା, ସଂସାରୀ ଲୋକଙ୍କ ନିନ୍ଦା ପ୍ରଶଂସା ଆଘାତ, ଅନାଦର ସିନା ଜଗନ୍ନାଥଙ୍କୁ ସମର୍ପି ଆସିଛନ୍ତି, ଏବେ ଜଗନ୍ନାଥଙ୍କ ଦିଆ, ଏ ଅପମାନର ବୁଜୁଳା କୋଉଠି ରଖିବେ? ବଳରାମ ଦାସଙ୍କ ଆଖିରୁ ପୁଣିଥରେ, ଧାର ଧାର ଲୁହ ଗଡ଼ି ଆସିଲା। ମାଆ ହାତରୁ ମାଡ଼ ଖାଇ ଅଜ୍ଞାନ ବାଳୁତ ଯେପରି ଦୁଇ ହାତରେ ସେହି ମା'ହାତକୁ ଜାବୁଡ଼ି ଧରେ, ପତିଠାରୁ ଅନାଦର, ଅବହେଳା ପାଇ ସୁଦ୍ଧା ସତୀ ଯେପରି ସେ ଆଶ୍ରୟ ପରିତ୍ୟାଗ କରିପାରେ ନାହିଁ, ପତଙ୍ଗ ଯେପରି ନିଆଁରେ ତା'ର ପକ୍ଷୀ ଯୋଡ଼ିକ ଦଗ୍ଧ କରି ଅବଶେଷରେ ସେଇ ଶିଖାରେ ହିଁ ଆତ୍ମା ଦାନ କରେ। ସେହିପରି ମତ୍ତ ବଳରାମ ଦାସ ପରମାଶ୍ରୟ ପତିତପାବନ ଜଗନ୍ନାଥଙ୍କ ଧ୍ୟାନରେ ଏକାବେଳକେ ବୁଡ଼ିଗଲେ। ତାଙ୍କର ମାନ, ଅପମାନ, ତାଙ୍କର ପାପପୁଣ୍ୟ, ତାଙ୍କର ସୁଖ, ଦୁଃଖ ତାଙ୍କ ଦୈତ୍ୟ ଚେତନାର ସମସ୍ତ ଭାବ ତରଙ୍ଗ ଶାନ୍ତ ହୋଇ ଏକ ଅଖଣ୍ଡ ଇଷ୍ଟ ଭାବନାରେ ଏକାବେଳକେ ବିଲୀନ ହୋଇଗଲା। ଜ୍ଞାନ ବିଜ୍ଞାନ କାରଣ ଭୂମି ପାର ହୋଇ, ଆତ୍ମାର ଛାଇ ପରି, ମନ ଆତ୍ମାରେ ଲୀନ ହୋଇଗଲା। ଏଥର ପରମାତ୍ମାଙ୍କ ଛବି ଆତ୍ମାର ଆରିସିରେ ସ୍ୱଚ୍ଛ ହୋଇ ପ୍ରତିଭାତ ହେଲା -। କେତେକ୍ଷଣ କେଜାଣି ଥିଲା ଏହିଭଳି ମଗ୍ନ ଅବସ୍ଥା? ଲଳିତ ମଧୂର ସମ୍ବୋଧନରେ ଚେତି, ଚମକି କଣିୟାଇ ଚାହିଁ ଦେଲେ ଟିକେ। ସେବକ ମାନ ଉଦ୍ଧାରଣ, ଶରଣପଞ୍ଜର ମହାବାହୁ ଚକାଡ଼ୋଳା ସ୍ଵୟଂ ସମ୍ମୁଖରେ ବିଜେ କରିଛନ୍ତି ସଙ୍ଗରେ ଜ୍ୟେଷ୍ଠ ବଳରାମ, ଭଗ୍ନୀ ସୁଭଦ୍ରା। ଦାସଙ୍କ ଅଙ୍ଗୁଳି ଅଙ୍କିତ ବାଲି ରଥରେ ବିଜେ କରିଛନ୍ତି, ବଡ଼ ଦେଉଳର ମହାସାମନ୍ତ। ପ୍ରଭୁଙ୍କୁ ପାଖରେ ପାଇ ଆନନ୍ଦ ସଙ୍ଗେ ଅଭିମାନ, ଶୋକସଙ୍ଗେ ହର୍ଷ, ବିହ୍ୱଳିତା ସଙ୍ଗେ ବେଦନା ଗୋଳି ହୋଇଗଲା। ଉଛୁଳି ଉଠୁ ଉଠୁ ସେ ସ୍ଥିର, ହୋଇ ଗଲେ। ମୁଖର ହେଉ ହେଉ ସେ ମୁକ ପାଲଟି ଗଲେ। ଜୀବନର ପରମ ଆକାକ୍ଷିଂତ ଲଗ୍ନରେ ଦାସେ ରହିଗଲେ ଜଡ଼ ପ୍ରାୟ। ସମସ୍ତ ରାଗ ରାଗିଣୀର, ମଧୁରତା ଘେନି ସେ କଣ୍ଠରୁ ବାଣୀ ଝରିଲା। ସକଳ ସଦ୍ୟ ପ୍ରସ୍ଫୁଟିତ ଫୁଲର ସୁଷମା ଘେନି, ମହାପ୍ରଭୁଙ୍କର ସେ ରଙ୍ଗାଧରରେ ଦରହାସର ବିକାଶ ହେଲା। ''ତୁମରି ପାଇଁତ ନନ୍ଦିଘୋଷ ଛାଡ଼ି, ଘୋଷଯାତ୍ରା ବରଜି, ଏ ଅପନ୍ତରା ମୁହାଣକୁ ଆସିଲି। ଆଉ ଅଭିମାନ କାହିଁକି? '' ସେତେବେଳେ ଆଉକି ବାଡ଼ ବନ୍ଧ ରହେ? ଆଉକି ପରମାନନ୍ଦ, ପରମ ପ୍ରାପ୍ତିର ସେ ଉତ୍ତାଳ ବନ୍ୟାକୁ ଅଟକାଇ ରଖିହୁଏ। ସ୍ୱେଦ, କମ୍ପ, ପୁଲକ, ରୋମାଞ୍ଚରେ ବଳରାମ ଦାସ ପଢ଼ୁଛନ୍ତି, ଉଠୁଛନ୍ତି। ଆହା ଏ ଭଳି ଦୀନ ଦୟାଲ ଶରଣ ପଞ୍ଜର ମହାବାହୁ ଥାଉ ଥାଉ କେଉଁ ମହାମୂର୍ଖ ଆନକୁ ଭଜିବ? ଦାଶେ ପୁଣି ବିଳାପ କରି ଉଠିଲେ, କୋଟିନିଧି ରାଜ ନିଯୋଗ ଛାଡ଼ି ମୋହ ଛାର ପାଇଁ ଏ ଅପନ୍ତରାରେ ବିଜେକଲ ପ୍ରଭୁ। ମୁଁ ଏବେ କ'ଣ ଦେଇ ତୋଷ କରିବି କି ଉପଚାରରେ ପୂଜିବି